ତାକୁ କାମୁଡ଼ି ପାଟିରେ ଧରି ବଣ ଭିତରକୁ ଚାଲିଗଲା। ତା'ପରେ ଷଣ୍ଢ ଦେହରୁ ପୁଳାଏ ମାଂସ ଛିଡ଼ାଇ ଆଉ ଗୋଟାଏ ସିଂହ ସେହିପରି ଚାଲିଗଲା। ଗୋଟିକ ପରେ ଗୋଟିଏ ପାଞ୍ଚୋଟି ସିଂହ ପୁଳାଏ ପୁଳାଏ ମାଂସ ନେଇଗଲେ। ତା'ପରେ ଦେଖିଲାବେଳକୁ ଷଣ୍ଢର ଆଉ ଚିହ୍ନ ବର୍ଣ୍ଣ ନାହିଁ। ସେ ସ୍ଥାନଟା ଖାଲି। କିନ୍ତୁ ପାଞ୍ଚୋଟି ସିଂହ ପୂର୍ବ ପରି ସେଠାରେ ବସିଛନ୍ତି। ସାହେବ ଆଖି ବୁଲାଉ ବୁଲାଉ ଦେଖିଲେ, ଗୋଟାଏ ସିଂହ ଏକଧ୍ୟାନରେ ଗଛ ଉପରକୁ ଚାହିଁରହିଛି। ବୋଧହୁଏ ବାସନା ବାରି ସେ କେତେବେଳୁ ଉପରକୁ ଚାହିଁ ସାହେବଙ୍କୁ ଦେଖିସାରିଲାଣି। ସାହେବଙ୍କ ଆଖି ତା' ଆଖି ଉପରେ ପଡ଼ିବାକ୍ଷଣି ସାହେବଙ୍କ ଦେହର ରକ୍ତ ବରଫ ପରି ଥଣ୍ଡା ହୋଇଗଲା। ସର୍ବାଙ୍ଗ ଥରଥର କମ୍ପିବାକୁ ଲାଗିଲା। ସାହେବ ଆଖି ବୁଜିଦେଇ ପାରିଲେ ନାହିଁ କି ସିଂହାଠାରୁ ଆଖି ଫେରାଇ ନେଇପାରିଲେ ନାହିଁ। ତାଙ୍କୁ ବୋଧହେଲା-ତଳେ ବସିଥିବା ପାଞ୍ଚଟାଯାକ ସିଂହ ଯେପରି କି ଏକାବେଳକେ ତାଙ୍କୁ ଚାହିଁ ରହିଛନ୍ତି। ଓଃ, କି ଭୀଷଣ! ସେ ଆଖିର ଜ୍ୟୋତି କି ଭୟଙ୍କର! ଗୋଟାଏ ସିଂହ ତଳୁ ଗଛ ଉପରକୁ ଖୁବ୍ ଜୋରରେ କୁଦାମାରିଲା। ଠିକ୍ ସେହି ସମୟରେ ବଣ ଭୂଇଁ ଫଟାଇ, ଆକାଶ କମ୍ପାଇ ଗୋଟାଏ ଅତି ପ୍ରବଳ ଗର୍ଜନ ହେଲା। ସାହେବ ଅଜ୍ଞାନ ହୋଇ ତଳେ ପଡ଼ିଗଲେ। ଚାହୁଁ ଚାହୁଁ ସିଂହଗୁଡ଼ାକ ବଣ ଭିତରେ କୁଆଡ଼େ ଅଦୃଶ୍ୟ ହୋଇଗଲେ। ଉଆମ୍ବା ନିଜ ମଞ୍ଚାରୁ ଓହ୍ଲାଇ ଆସି ସାହେବଙ୍କ ମୁହଁରେ ପାଣି ଛାଟିଲା। ବହୁ ସେବାଶୁଶ୍ରୁଷା ପରେ ସାହେବଙ୍କର ଚେତନା ଆସିଲା। ଗାଆଁର ଲୋକେ ମଧ୍ୟ ଆସି ସେଠାରେ ପହଞ୍ଚିଗଲେ। ପ୍ରଥମେ ତ ସାହେବ କିଛି ବୁଝିପାରିଲେ ନାହିଁ। ତା'ପରେ ପୂର୍ବ ଜ୍ଞାନ ଫେରି ଆସିବାରୁ ଉଆମ୍ବାକୁ ପଚାରିଲେ, ''ସିଂହ ମୁହଁରୁ ମୋତେ କିପରି ବଞ୍ଚାଇଲୁ? '' ଉଆମ୍ବା ଉତ୍ତର ଦେଲା ''ମୁଁ ସାଙ୍ଗରେ ଦୁଇଟା ବଡ଼ ବୋମା ଆଣି ପାଖରେ ରଖିଥିଲି। ଯେତେବେଳେ ଦେଖିଲି, ଅବସ୍ଥା ଅତି ସାଙ୍ଘାତିକ, ସେତେବେଳେ ସେଇ ବୋମା ଦୁଇଟାକୁ ଏକାବେଳକେ ତଳକୁ ଫିଙ୍ଗିଦେଲି। ତାହା ଫୁଟିବାରୁ ଏ ବଣଜଙ୍ଗଲ କମ୍ପିଗଲା। ସିଂହଗୁଡ଼ାକ ଆଖିପିଛୁଳାକେ ପଳାଇଗଲେ। '' ଜୋହାନ୍ସବର୍ଗ ଆନନ୍ଦରେ ଉଆମ୍ବାକୁ କୁଣ୍ଢାଇ ପକାଇଲେ। ଆମ ଭାରତବର୍ଷର କାଥିଆବାଡ଼ ଜଙ୍ଗଲରେ ଯେଉଁ ସିଂହ ଅଛନ୍ତି, ସେମାନେ ପୃଥିବୀର ସବୁ ସିଂହଙ୍କଠାରୁ ଦେଖିବାକୁ ସୁନ୍ଦର ଓ ଭାରି ବଳୁଆ। ସେହି ଦେଶର ଗୋଟିଏ ସିଂହ ଲାଗି ଜଣେ ଲୋକ ନିଜ ଭାଗ୍ୟ ବଦଳାଇ ଦେଇ ପାରିଥିଲା। ମୋଗଲ ରାଜତ୍ୱ ସମୟରେ ସେ ଦେଶ ସ୍ୱାଧୀନ ଥିଲା। ମୋଗଲସମ୍ରାଟ ସେ ରାଜ୍ୟ ଦଖଲ କରିବାକୁ ସୈନ୍ୟ ପଠାଇଲେ। ରାଜା ନିଜେ ସେନାପତି ହୋଇ ନିଜ ସୈନ୍ୟ ପରିଚାଳନା କଲେ। ସେହି ସୈନ୍ୟମାନଙ୍କ ଭିତରେ ଦୁଲୀପ ରାୟ ବୋଲି ଜଣେ ସୈନ୍ୟ ଥିଲେ। ଅନ୍ୟ ସୈନ୍ୟଙ୍କ ଅପେକ୍ଷା ସେ ଟିକିଏ ଅଳସୁଆ। ଥରେ ସୈନ୍ୟବାହିନୀ ଯୁଦ୍ଧକ୍ଷେତ୍ରକୁ ଗଲାବେଳେ ବାଟରେ ବଣରେ ଅଳ୍ପ ସମୟ ପାଇଁ ବିଶ୍ରାମ ନେଇଥିଲେ। ସେତିକିବେଳେ ଦୁଲୀପ ରାୟ ଗାଢ଼ ନିଦରେ ଶୋଇପଡ଼ିଲେ। ଉଠି ଦେଖନ୍ତି ତ, ସୈନ୍ୟବାହିନୀ ସେ ସ୍ଥାନ ଛାଡ଼ି ଚାଲିଗଲେଣି। ତାଙ୍କ ନିଜର ଘୋଡ଼ାଟି ମଧ୍ୟ ନାହିଁ-ଫିଟି କୁଆଡ଼େ ପଳାଇ ଯାଇଛି। ଏହି ଦୋଷ ପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ମିଳିବାର କଥା। ମୃତ୍ୟୁଦଣ୍ଡ ଆଶଙ୍କାରେ ସେ ଆଉ ଯୁଦ୍ଧକ୍ଷେତ୍ରକୁ ଗଲେ ନାହିଁ। ଘୋଡ଼ା ନାହିଁ, କିପରି ବା ଯିବେ? ଏଣେ ବାହାରେ ବୁଲୁ ବୁଲୁ ଧରାପଡ଼ିଲେ ରାଜାଙ୍କ ଲୋକେ ଧରି ନେଇଯିବେ। ତେଣୁ ସେ ଭାବି ଠିକ୍ କଲେ ଯେ, ସେ ବାବାଜୀ ହୋଇଯିବେ; ଗୀର୍ଣ୍ଣାର ପାହାଡ଼ ଗୁମ୍ଫାରେ ବସି ତପସ୍ୟା କରିବେ। ସେତେବେଳେ ସୈନ୍ୟମାନଙ୍କ ପାଖରେ ଗୋଟାଏ ଚମଦଉଡ଼ା ରହିଥାଏ। ସେହି ଦଉଡ଼ାର ଗୋଟାଏ ମୁଣ୍ଡରେ ଫାଶ ଥାଏ। ଶତ୍ରୁ କିମ୍ବା ବଣର କୌଣସି ପଶୁକୁ ଜବତ କରିବାକୁ ହେଲେ, ଦୂରରୁ ସେ ଦଉଡ଼ା ବୁଲାଇ ବୁଲାଇ ଫିଙ୍ଗି ଦେବାକୁ ହୁଏ। ଯାହାକୁ ଲକ୍ଷ୍ୟ କରି ଦଉଡ଼ା ପକାଯାଏ, ତା' ବେକରେ ବା ଦେହର କୌଣସି ଅଙ୍ଗରେ ଫାଶଟା ଗଳିଗଲେ, ପକାଇବା ବ୍ୟକ୍ତି ଦଉଡ଼ା ଟାଣିଦିଏ।। ଫାଶ ବାନ୍ଧି ହୋଇଗଲେ ସେ କାବୁ ହୋଇପଡ଼େ। ସେହି ଦଉଡ଼ାଟି ମାତ୍ର ସମ୍ବଳ କରି ଦୁଲୀପ ରାୟ ବଣ ଭିତରକୁ ପଶିଲେ। ତାଙ୍କର ଲକ୍ଷ୍ୟ, କିପରି ଗୀର୍ଣ୍ଣାର ପାହାଡ଼କୁ ଯିବେ। ସେଠାରେ ତପସ୍ୟା କରିବା ବାହାନାରେ ଲୁଚି ରହିବେ-। ସନ୍ଧ୍ୟାବେଳକୁ ସେ ପାହାଡ଼ ତଳେ ପହଞ୍ଚି ଯାଇଥିଲେ। ଅନ୍ଧାରରେ ଆଉ କୁଆଡ଼େ ଯିବା ନିରାପଦ ନୁହେଁ ଭାବି ସେହିଠାରେ ଗୋଟିଏ ବଡ଼ ଝଙ୍କାଳିଆ ଗଛ ଉପରେ ଚଢ଼ି ବସି ରହିଲେ।